କିନ୍ତୁ ଏହି ରକ୍ତ ମାଂସର ଶରୀରକୁ ମୁଗ୍ଧ କରି ସାଷ୍ଟମ କରିବାରେ ଅନ୍ୟମାନେ ଉପଯୁକ୍ତ। -ବଡ଼ ବିଚିତ୍ର ଏଇ ସଂସାର। ଅନଗ୍ରସର ଏସିଆ ମହାଦେଶର ଗୋଟିଏ ଅଙ୍ଗ ଭାରତ ବର୍ଷର ଗୋଟିଏ ପ୍ରତ୍ୟଙ୍ଗ ଆମର ଓଡ଼ିଶା। ସେଥିରୁ କେଡ଼େ କ୍ଷୁଦ୍ର ଅଂଶଟିଏ ଏହି ସହର-ସହରର କଲେଜ। ଏଇ ଅଞ୍ଚଳରେ ତ ଏତେ ପ୍ରକାରର ଅମଳ ଚାଲିଥିଲା। ଆମେ ଥିଲୁ କୁଆଡ଼େ? -ନିଜକୁ ଛୋଟ ମନେକରି ମୌରୁଷୀ ମନ ନେଇ ଛୋଟିଆ ଛୋଟିଆ କାମରେ ନିଜକୁ ହଜାଇ ଦେଇଥିଲୁ। ଆମେ କାହିଁକି ଏଇ ସବୁ ଦୈତ୍ୟ-ଦାନବଙ୍କର ଖବର ରଖନ୍ତୁ-ଭଜକୃଷ୍ଣ ସିନା ତାହାର ଫଟା କପାଳ ପାଇଁ ଏହି ଅସୁରୁଣୀମାନଙ୍କର ପରିଚୟ ନେଇଥିଲା। -କାନ୍ଦ ମାଡ଼ୁଛି କହିବାକୁ। ଆମେ ତାହାହେଲେ କ'ଣ କେହି ସଚ୍ଚରିତ୍ର ନୋହୁଁ? ମୁଁ ମନେ କରିଥିଲି ରମାକାନ୍ତ, ଭଜକୃଷ୍ଣଙ୍କ ପରି କେଇଜଣ ଏଇ ଚରିତ୍ରର ଟେକ ରଖିବେ-ତମେ ଯାଇଥିଲ। ମୁଁ ତ ଚାଲିଗଲି। ଅନ୍ୟମାନଙ୍କ କଥା କିଏ ଜାଣେ? ଅଳକା, ମାନିନୀ, ନକ୍ଷତ୍ରଙ୍କ କଥା ଜାଣିଲ। ଅନ୍ୟମାନେ କେମିତି କିଏ ଜାଣେ? ଭଲ କ'ଣ ନାହାନ୍ତି? -ଅଛନ୍ତି। ଭୀରୁ, ଦୁର୍ବଳ, ଅସମର୍ଥ ଓ ହୀନ-ମନ୍ୟ ପ୍ରତ୍ୟେକ ଲୋକର ଚରିତ୍ର ଅଛି। ସେ ଚରିତ୍ର ମଧ୍ୟ ନିଷ୍କଳଙ୍କ। ସାହସୀ, ସମର୍ଥ ଓ ଦିଗ୍ବିଜୟୀର ଚରିତ୍ର ସବୁବେଳେ ଏମିତି ସଂସାରର ଉତ୍ଥାନ-ପତନର ଓ ଘାତ-ପ୍ରତିଘାତର କ୍ଷତରେ କ୍ଷତିଗ୍ରସ୍ତ। ଚରିତ୍ର ତାଙ୍କର କାମରେ ଲାଗି ପାରୁନାହିଁ। ଅଦରକାରୀ ଦାମୀ ଜିନିଷଟିଏ ପରି ହୋଇ ରହୁଛି। ଆମର ମଧ୍ୟ କାମରେ ଲାଗିଲା ନାହିଁ। -ଚାଲ, ଚରିତ୍ରକୁ ଏଥର ବିକିବା। କାଲି ଉପରଓଳି ପାଞ୍ଚଟା ବେଳେ ହାଟ ବସିବ ଅଳକାରାଣୀର ଦୁଆରରେ। ହସି ନିଜକୁ ଥଟ୍ଟାକରି କହିଲା-ଗତକାଲି ମଧ୍ୟ ରମାକାନ୍ତ ବୁଝି ନ ଥିଲା ଯେ ନିଜର ଚରିତ୍ରକୁ ନିଲାମ କରିବାକୁ ସେ ଯାଇ ଅଳକା ଦୁଆରେ ପହଞ୍ଚିବ। ପ୍ରବୋଧ ଦେଇ ଭଜକୃଷ୍ଣ କହିଲା-ଏଇ ସଂସାରର ସୁଖ ସମୃଦ୍ଧି-ଏଇ ସହରର କୋଠା, ମଟର, ଧନ, ବିଦ୍ୟା ଗୋଟାଏ ଦିଗବାରିଣି ଦେଖାଉଛି। -କଣ? -ମଣିଷ-ପଣିଆକୁ ବିକିଦିଅ। ପୁରୁଷ-ପଣିଆକୁ ନିଲାମ କର। ନ୍ୟାୟ, ନୀତି, ଧର୍ମ୍ମକୁ ମନରୁ ପୋଛି ଲିଭାଇ ଦିଅ। ସମସ୍ତେ ଯାହା ଯାହା କରି ଯେମିତି ବଢ଼ୁଛନ୍ତି ସେହି ଯୁଗଧର୍ମ୍ମକୁ ମାନି ଦେଶ କାଳ-ପାତ୍ରକୁ ଦେଖି ଭାଗ ମାପ ବସାଅ। -ବାଃ, ଇଏତ ବିପ୍ଳବୀ ଭଜକୃଷ୍ଣର ବ୍ୟବହାରିକ ସୂତ୍ର। -ଉପାୟ ନାହିଁ। କଲେଜ ବାରଣ୍ଡାରୁ ତମେ ମୋର ଚଟି ହଳକ ନେଇ ଚାଲିଗଲେ ମୁଁ କ'ଣ ଖାଲି ପାଦରେ କାନ୍ଦି କାନ୍ଦି ଗୋଡ଼ି, କଣ୍ଟା ମାଡ଼ି ମାଡ଼ି ଆସିବି? -ନା,-ମୁଁ ସେମିତି ଜଣକର ହଳେ ଚଟି ଗୋଡ଼କୁ। ମଡ଼େଇ ପିନ୍ଧି ଫେରିବି? -ଶେଷକୁ ଯିଏ ରହିଯିବ। -ତାହାର ଚରିତ୍ରକୁ ସଳଖିଆ କରି ସେ କହି କହି ସମସ୍ତଙ୍କୁ ଚୋର-ଧପ୍ପାବାଜ ବୋଲି ଗାଳି ଦେଉ, ନିଜକୁ ଓ ସମସ୍ତଙ୍କୁ ସାର୍ଟିଫିକେଟ୍ ଦେଇ ଦେଇ ଆସୁଥାଉ। -ଠିକ୍ କହିଚ ଭଜକୃଷ୍ଣ। ସତକୁ ସତ ଅସହାୟ ଓ ନିସହାୟ ନ ହେଲେ ଚରିତ୍ର ଠିକଣା ବାଟରେ ରହିପାରେ ନାହିଁ। ସିଏ ସିନା ଆମ ପୁରୁଷଙ୍କ ପାଇଁ। କିନ୍ତୁ ସ୍ତ୍ରୀ ଏମିତି ଅରଖିତ ହେଇଗଲେ ଚରିତ୍ର କ'ଣ-ତାହାର ଦେହ, ମନ ଆଉ ଜୀବନ-କିଛି ରଖି ପାରିବ ନାହିଁ। ନାରୀର ଚରିତ୍ର ଗୋଟାଏ ପ୍ରହେଳିକା। -ବୋଧହୁଏ ତାହାର ଭଲ କି ମନ୍ଦ କିଛି ଚରିତ୍ର ନାହିଁ। ତେଣୁ ସେ ଅସଂଖ୍ୟ ପ୍ରକାରର ଚରିତ୍ର ଦେଖାଇ ପାରେ। -ସିଏ ଦର୍ପଣର କାଚ; କିନ୍ତୁ ଦର୍ପଣରେ ଦେଖାଯାଉଥିବା ଚିତ୍ର ନୁହେଁ। ହସି ଭଜକୃଷ୍ଣ କହିଲା। ଅଳକା ଆଉ ମାନିନୀ, କ'ଣ ସେଇଆ ପ୍ରମାଣ କରିଗଲେ ନାହିଁ? -ଚାଲ ଫେରିଯିବା। ଆଜି ରାତିଟା କେମିତି କଟିବ କେଜାଣି? -କେତେ ରାତି ଏମିତି ମାନିନୀର ଲକ୍ଷେ କଥା ଲକ୍ଷେ ଥର ମନେ ପକାଇ ଉଜାଗର କଟାଇ ଦେଇଛି। ସେତିକି ସମୟ ଏଇ ମଲା ଦରମଲା ପଢ଼ା ବହିଙ୍କୁ ଦେଇଥିଲେ ପରୀକ୍ଷା ହଲର ଛାତ ଦେଖିବାକୁ ବେଳ ମିଳି ନ ଥାନ୍ତା। ଅକାରଣ ଭାବନା ବୃଥା ହେଇଯାଇଛି। -ଆଜି ରମାକାନ୍ତ ଚେଇଁ ରହିବ। ମୁଣ୍ଡ ଭିତରେ ଅହରହ ବିଜୁଳି ମାରୁଛି। ସେ ଆଜି ନୂଆ ମଣିଷ ହେଇଛି। ତାହାର ନିଶ୍ୱାସ ବି କହୁଛି ସେଇ କଥା। ପରୀକ୍ଷା ସରିଛି। କ'ଣ ଆଉ କାମ ଅଛି? ଗାଁରେ କ'ଣ ବା ଅଛି? -ହେ, ସେଠି କିଛି ନାହିଁ।